ତାହାହେଲେ ମୁଁ ଜାଣିପାରିବି ଯେ, କେମିତି ଭାବରେ ସେମାନଙ୍କୁ ଆକ୍ରମଣ କରିପାରିବି। '' ମୁଁ ଦେଖିଲି ଯେ ଏହି ଦେଶର ଲୋକମାନଙ୍କର ଯୁଦ୍ଧ କରିବାଭଳି ସାଜସରଞ୍ଜାମ ସେମିତି କିଛି ନାହିଁ। କେବଳ ବଲ୍ଲମ, ତରବାରୀ ବୋଧହୁଏ ଏଇଥିପାଇଁ ଏ ଦେଶର ଲୋକମାନେ ଶତ୍ରୁମାନଙ୍କ ହାତରୁ ବାରମ୍ବାର ପରାସ୍ତ ହେଉଛନ୍ତି। କିନ୍ତୁ ମୁଁ ତ ଏକୁଟିଆ ଯୁଦ୍ଧ କରିବି ନାହିଁ, ସେଥପାଇଁ ଆବଶ୍ୟକ ସୈନ୍ୟ, ଅସ୍ତ୍ର। ପୁଣି ସୈନ୍ୟମାନଙ୍କ ପାଇଁ ଶିକ୍ଷା ଏବଂ ସେମାନଙ୍କୁ ପରିଚାଳିତ କରିବାର ଉପଯୁକ୍ତ ନେତୃତ୍ୱ ଦରକାର। ରାଜ୍ୟର ସମସ୍ତେ ଏକମତ ନ ହେଲେ ଯୁଦ୍ଧ କରିହେବ ନାହିଁ। ତେଣୁ ରାଜାଙ୍କ ନିକଟକୁ ସମ୍ବାଦ ପଠାଇଲି ଯେ, ରାଜା ଯଦି ଏକ ବିଶେଷ ଦରବାର ଆହ୍ୱାନ କରି ସମସ୍ତଙ୍କ ସମ୍ମତି ନେଇ କାମ କରନ୍ତି, ତାହାହେଲେ ଯୁଦ୍ଧ ଆରମ୍ଭ ହେବ। ଦରବାରରେ ସମସ୍ତେ ଏକମତ ହେଲେ। ସେମାନେ ସମସ୍ୱରରେ କହିଲେ, ''ହଁ ନିଶ୍ଚୟ। ଆମ୍ଭମାନଙ୍କ ସୌଭାଗ୍ୟକ୍ରମେ ତ୍ରିକାଳଦର୍ଶୀ ରାଗମ୍ ଯାହା କହିଯାଇଛନ୍ତି ଏବଂ ଯେଉଁ କଥା ଆମର ବଂଶ ପରମ୍ପରା କ୍ରମେ ଶୁଣି ଆସୁଛୁ ସେଇ ଭବିଷ୍ୟତବାଣୀ ଯେ କେତେଦୂର ସତ୍ୟ ତାହା ଆମ୍ଭମାନଙ୍କ ପାର୍ଶ୍ୱରେ ଉପସ୍ଥିତ ବନ୍ଧୁ ବୁଲୁକୁ ଦେଖି ବିଶ୍ୱାସ କରିପାରୁଛୁଁ। '' ମୁଁ କହିଲି କିନ୍ତୁ ଆପଣମାନେ କ'ଣ ଭାବିଛନ୍ତି, ଏକା ବୁଲୁ ଯାଇ ଯୁଦ୍ଧ କରିବ? ତାହା କ'ଣ ସମ୍ଭବ? ରାଜା କହିଲେ, ''ହଁ ଏହା ହୋଇପାରେ। ସେ ଆପଣମାନଙ୍କର ସୈନ୍ୟଦଳର ସେନାପତିରୂପେ ଯୁଦ୍ଧ କରିବ, ଏ ବିଷୟରେ ଆପଣମାନଙ୍କର ଅଭିପ୍ରାୟ କ'ଣ କୁହନ୍ତୁ। '' ସମସ୍ତେ ରାଜାଙ୍କର ମତ ସମର୍ଥନ କଲେ ଏବଂ ସମସ୍ତେ ଏକ ସଙ୍ଗରେ କହିଲେ, ''ଆମ୍ଭେମାନେ ସମସ୍ତେ ବୁଲୁର ନେତୃତ୍ୱ ମାନି ଚଳିବୁ। '' ରାଗମ୍ କହିଲେ, ଦେଶର ସମସ୍ତେ ଆମର ପରମ ପୂଜନୀୟ ରାଗମ୍ଙ୍କ କଥା ଜାଣନ୍ତି। ତାଙ୍କର ଭବିଷ୍ୟତବାଣୀ କେବେ ବ୍ୟର୍ଥ ହୋଇପାରେନା। ବୁଲୁ, ତୁମେ ତ ଏ ଦେଶର ତ୍ରାଣକର୍ତ୍ତା। ମୁଁ ରାଜା ଓ ଦେଶର ସମସ୍ତଙ୍କ ପକ୍ଷରୁ କହୁଛି, ତୁମ୍ଭେ ଆମ୍ଭ ଦେଶର ଉଦ୍ଧାରପାଇଁ ବ୍ରତୀ ହୁଅ ସୈନ୍ୟ ପରିଚାଳନାରେ ବ୍ରତୀ ହୁଅ। ରାଗମ୍ କଥାରେ ସମସ୍ତେ କହିଲେ, ''ଆମ୍ଭେମାନେ ବୁଲୁ କଥା ମାନି ଚଳିବୁ। '' ଏବେ ମୁଁ କହିଲି-ପୂଜନୀୟ ରାଗମ୍ ମହାରାଜ ଓ ସଭାସ୍ଥ ସମ୍ଭ୍ରାନ୍ତ ବ୍ୟକ୍ତିଗଣ, ''ଆପଣମାନେ ମୋ ଉପରେ ଯେଉଁ ଭାର ନ୍ୟସ୍ତ କଲେ, ମୁଁ ତାହା ଆନନ୍ଦର ସହିତ ଗ୍ରହଣ କଲି। ମୁଁ ପଶ୍ଚିମରେ ଆପଣମାନଙ୍କ ଦେଶର ଶତ୍ରୁମାନଙ୍କୁ ତଡ଼ି ଦେଇ ଦେଶର ପୂର୍ବ ସୀମା ସ୍ଥିର କରିଦେବି। ମୁଁ କେବଳ ଏତିକି ଚାହେଁ, ଯେମିତି ରାଜ୍ୟର ସୈନ୍ୟଦଳ ଓ ଅନ୍ୟାନ୍ୟ ବିଭାଗର ନେତୃତ୍ୱ ମୋରି ହାତରେ ରହେ। '' ରାଜା ରାଗମ୍ ଓ ରାଜ୍ୟର ସମସ୍ତେ ଏଥିରେ ଏକମତ ହେଲେ। ମୋର ମଧ୍ୟ ମନେହେଲା ଯେ, ଏ ଦେଶର ଭବିଷ୍ୟତବାଣୀ ସତ୍ୟରେ ମୋରିଦ୍ୱାରା ସମ୍ପନ୍ନ ହେବ। ମୁଁ ନାସିଗ୍କୁ ମୋର ସହକାରୀ ସୈନ୍ୟାଧ୍ୟକ୍ଷ ପଦରେ ନିଯୁକ୍ତ କଲି। ଏହାପରେ ସମସ୍ତଙ୍କଠାରୁ ବିଦାୟ ନେଇ କହିଲି ଯେ, ''ମୁଁ ଶୀଘ୍ର ମୋର କର୍ମପ୍ରଣାଳୀ ସ୍ଥିର କରି ଯୁଦ୍ଧରେ ପ୍ରବୃତ୍ତ ହେବି। '' ସମସ୍ତେ ଜୟଧ୍ୱନି ସହିତ ମୋତେ ବିଦାୟ ଦେଲେ। ମୁଁ ନାସିଗ୍ଙ୍କୁ ସଙ୍ଗରେ ଧରି ମୋ ବାସଭବନକୁ ଆସିରି। ନାସିଗ୍ କହିଲେ, ବନ୍ଧୁ ବୁଲୁ! ରାଜ୍ୟର ଲୋକମାନେ ଏତେ ସହଜରେ ତୁମ ଉପରେ ସମସ୍ତ କ୍ଷମତା ନ୍ୟସ୍ତ କରିବେ, ଏହା ମୁଁ କଳ୍ପନା କରିନଥିଲି। ମୁଁ ନାସିଗ୍କୁ କହିଲି, ''ତୁମେ